ତୁମେ ନିଜେ ଯାହା ହୁଅନା କାହିଁକି; କିନ୍ତୁ ତୁମେ ମୋ ଆଖିରେ ଆଶାର ଗୋଟିଏ କ୍ଷୁଦ୍ର ଲତିକା। ତୁମକୁ ନ ପାଇଲେ ମୋର ଏ ଜୀବନରେ ଆଉ ପୂର୍ଣ୍ଣତା ଆସିବ ନାହିଁ। କୁହ ଲତା! ମୁଁ ତୁମକୁ କିପରି ପାଇବି? '' ଆଶାଲତା ଅଶ୍ରୁଳ ନୟନରେ ଅନାଇଲା ରମାକାନ୍ତକୁ। ରମାକାନ୍ତର ଅଧର ଯୁଗଳ ଥରିଉଠିଲା ଏବଂ ତାଙ୍କର ମୁହଁଟି ଧୀରେ ଧୀରେ ନଇଁଆସିଲା ଆଶାଲତାର ମୁହଁ ଉପରକୁ। ରମାକାନ୍ତର ଅଧର ସ୍ପର୍ଶରେ ଆଶାଲତାର ସର୍ବାଙ୍ଗରେ ଖେଲିଗଲା ଏକ ନୂତନ ସିହରଣ। ସେ ଅନେକ ପୁରୁଷକୁ ଦେହ ଅର୍ପଣ କରିଛି କିନ୍ତୁ ଏ ପ୍ରକାର ଅନୁଭୂତି ସେ କେବେହେଲେ ପାଇ ନ ଥିଲା। ପୁରୁଷର ସ୍ପର୍ଶରେ ନାରୀର ସର୍ବାଙ୍ଗରେ ଯେ ଏକ ତଡ଼ିତ ପ୍ରବାହ ଖେଳିଯାଏ ଏହା ନୂଆକରି ଅନୁଭବ କଲା ଆଶାଲତା। ସେ ହଠାତ୍ ଚମକି ପଡ଼ିଲା। ଆରେ ସେ ଯେ ବେଶ୍ୟା। ସେ ଆଜି କରୁଛି କ'ଣ? ଯେଉଁ ଦେହଟାକୁ ସେ ଅସଂଖ୍ୟ ପୁରୁଷକୁ ଅର୍ପଣ କରିସାରିଛି ସେହି ଦେହର ମୂଲ୍ୟ କ'ଣ ଅଛି? ସେହି ଘୃଣ୍ୟ ଦେହଟାକୁ ରମାକାନ୍ତ ଉପଭୋଗ କରିସାରିଲା ପରେ ସେ ବଳେ ବଳେ ଯେଉଁ ବାଟରେ ଆସିଥିଲେ ସେହି ବାଟରେ ପୁଣି ଫେରିଯିବେ ନାହିଁକି? ସେ ନିଜକୁ ରମାକାନ୍ତର ବାହୁପାଶରୁ ମୁକ୍ତ କରିବାକୁ ଚେଷ୍ଟା କଲାମାତ୍ରେ ରମାକାନ୍ତ ଅତି କରୁଣଭାବରେ ନିବେଦନ କରି କହିଲେ, ''ଲତା! ମୋତେ ତୁମର ସ୍ନେହରୁ ବଞ୍ଚିତ କରନାହିଁ। ମୁଁ ତୁମର ସ୍ନେହର ଦାସ। ମୁଁ ତୁମର ସ୍ନେହ କେବଳ ଭିକ୍ଷାକରେ। '' ଆଶାଲତା ସହଜ ଓ ସରଳ ଭାବେ ହସି ହସି କହିଲା, ''ରମାକାନ୍ତ! ରକ୍ତରେ ଯେତେବେଳେ ନିଆଁ ଲାଗେ ସେତେବେଳେ ମଣିଷ ସ୍ଥାନ, କାଳ, ପାତ୍ର କୌଣସି କଥାକୁ ବିଚାର କରିପାରେ ନାହିଁ। ଯେତେବେଳେ ସେହି ନିଆଁ ଲିଭିଯାଏ, ସେତେବେଳେ ସେ କେବଳ ଅନୁଶୋଚନା କରେ। ଭଲ ପାଇବାଟା ସେତେବେଳେ ଘୃଣାରେ ପର୍ଯ୍ୟବେସିତ ହୁଏ। ସତ କୁହ, ତୁମର ଯଦି ମୋ ପାଖରୁ ଫେରିଯିବାକୁ ଇଚ୍ଛାଥାଏ, ତେବେ ମୁଁ ଅକାତରରେ ମୋର ଏହି ଘୃଣ୍ୟଦେହଟାକୁ ଦେଇ ତୁମର ଅଭୀଷ୍ଟ ପୂରଣ କରିବି। ତୁମେ କ'ଣ ମୋ ପାଖରୁ ଫେରିଯିବାକୁ ଚାହଁ ତୁମେ କ'ଣ? ମୋର ଏହି ଦେହଟା ପାଇଁ କେବଳ ଆସିଥିଲ? ବହୁ ଲୋକଙ୍କୁ ମୁଁ ଜୀବନରେ ଦେଖିଛି। କାହାକୁ ନିଜର କରିପାରିଲି ନାହିଁ। କାହାକୁ ଆପଣାର ଭାବି ଏ ହୃଦୟ ଦେଇପାରିଲି ନାହିଁ। ତୁମକୁ ଏ ହୃଦୟ ଯେତେବେଳେ ଦେଇଛି ସେତେବେଳେ ଆଉ ତୁମକୁ ଫେରିଯିବାକୁ ଦେବିନାହିଁ। ତୁମେ ଯେ ମୋର କିଏ ତାହା ମୁଁ ଜାଣେ ନାହିଁ। ବୁଝିବାକୁ ମଧ୍ୟ ଚେଷ୍ଟା କେବେ କରିନାହିଁ। '' ''ଲତା! ତୁମର ଗୋଡ଼ ଧରୁଚି। ମୋତେ ନିରାଶ କର ନାହିଁ। ତୁମେ ନାରୀ। ଦୟା ତୁମର ଧର୍ମ। '' ଏତିକି କହି ରମାକାନ୍ତ ଆଶାଲତାର ଗୋଡ଼ ଧରିବାକୁ ଉଦ୍ୟତ ହେଲେ। ଆଶାଲତା ଅଳ୍ପ ଟିକିଏ ଘୁଞ୍ଚିଯାଇ କହିଲା, ''ରମାକାନ୍ତ! ଏହି ରକ୍ତମାଂସର ଦେହଟାପ୍ରତି ତୁମର ଏତେ ଲୋଭ? ଏ ଦେହରେ କ'ଣ ଅଛି? ଯେଉଁସବୁ ହୃଦୟହୀନ ପୁରୁଷଗୁଡ଼ିକ ମୋ ପାଖକୁ ଆସିଥିଲେ ଏବଂ ମୋର ଏହି ଦେହଟାକୁ ଉପଭୋଗ କରି ଚାଲିଯାଇଛନ୍ତି, ତୁମେ କ'ଣ ସେମାନଙ୍କ ଅପେକ୍ଷା ନିମ୍ନସ୍ତରର ମଣିଷ? ତୁମେ ଏକ ଆଦର୍ଶ ପୁରୁଷ-। ତୁମକୁ ଦେଖିଲା ମାତ୍ରେ ମୁଁ ତୁମକୁ ଚିହ୍ନିପାରିଛି। ତୁମେ ସ୍ନେହର ମୂଲ୍ୟ ବୁଝ। ତୁମେ ପ୍ରେମର ମୂଲ୍ୟ ଦେଇଜାଣ। ଯେଉଁ ଦେହଟାକୁ ଅନେକ ଘୃଣ୍ୟଲୋକଙ୍କୁ ଅର୍ପଣ କରିଦେଇଛି, ସେହି ଦେହଟାକୁ ଦେଇ ମୁଁ ତୁମର ଅମର୍ଯ୍ୟଦା ଘଟାଇବି ନାହିଁ। ତୁମେ ମୋ ଆଖିରେ ଦେବତା। ମୋର ଅନ୍ତର ମଧ୍ୟରେ ଯେଉଁ ଆତ୍ମପୁରୁଷ ବିଦ୍ୟମାନ ତାହା ହେଉଛ ତୁମେ। ତୁମକୁ ଏହି ଘୃଣ୍ୟଦେହଟା ଦେଇ ତୁମର ଅବମାନନା କରିବି ନାହିଁ। ତୁମେ ମୋର ପ୍ରିୟ ଓ ଅତି ଆପଣାର। ନିଜର ମଣିଷକୁ ମଣିଷ ଆଦର କରେ। ଘୃଣା କରେ ନାହିଁ। ଏତିକି କହି ଆଶାଲତା ରମାକାନ୍ତର ମୁହଁକୁ ଅନାଇଲା। ରମାକାନ୍ତ ସେତେବେଳକୁ ସ୍ଥାଣୁ ପାଲଟି ଯାଇଥିଲେ। ପାଗଳ ଭଳି ଘରକୁ ଫେରୁଥିଲେ ରମାକାନ୍ତ। ରାସ୍ତାରେ ଚାଲୁ ଚାଲୁ ସେ ଭାବୁଥିଲେ ରାମଚନ୍ଦ୍ରଙ୍କ ମନରେ ସୀତାଙ୍କ ଚରିତ୍ରରେ ସନ୍ଦେହ ଜନ୍ମିବାରୁ ସୀତା ତାଙ୍କର ସତୀତ୍ୱର ପରୀକ୍ଷା ଦେଇଥିଲେ ଅଗ୍ନିକୁଣ୍ଡ ମଧ୍ୟରେ। ମାତ୍ର ଆଶାଲତାକୁ କେବେହେଲେ ରମାକାନ୍ତ ପରୀକ୍ଷା କରିବାକୁ ଚାହାଁନ୍ତି ନାହିଁ। ସେ ବେଶ୍ୟା ନୁହେଁ। ସେ ପତିତା ନୁହେଁ। ସେ କୁଳବତୀ ନାରୀ ନୁହେଁ କିମ୍ବା ସେ ଅନୂଢ଼ କନ୍ୟା ନୁହେଁ।